ଅଶୋକ ପାତ୍ରର ଆଖିରୁ ଦିନ ଛାଡ଼ି ଯାଇଥିଲା। ଚନ୍ଦ୍ର ଓ ତାରା ଆଖିରେ ବି ଦିନ ନାହିଁ। ମାଛକାତିଆ ମେଘର ପଣତ ତଳେ ସେମାନେ ଲୁଚକାଳି ଖେଳୁଛନ୍ତି। ଖେଳ ଖେଳୁ ଖେଳୁ ଚିଲିକା ପାଣିରେ ମୁହଁ ଦେଖୁଛନ୍ତି। ପୁଣି ରହି, ରହି ହସୁଛନ୍ତି। ନିଝୁମ୍ ରାତିର ନିଶା ଲାଗିଛି ସ୍ଥଳ ଭାଗରେ। ତନ୍ଦ୍ରାର ଅଫିମ ଖାଇ ସେମାନେ ଢୁଳେଇ ଯାଇଛନ୍ତି। ସକାଳର ସୂର୍ଯ୍ୟ ଆସି ସେମାନଙ୍କ ନିଦ ଭାଙ୍ଗିବ। ସେତିକି ସମୟଯାଏ ବିଶ୍ରାମ ଯେ ଏକାନ୍ତ ଆବଶ୍ୟକ! ଆଃ, ବିଚାରାମାନେ ଶୋଇଯାନ୍ତୁ! ଜୀବନ ସଂଗ୍ରାମରେ କ୍ଷତ ବିକ୍ଷତ ହୋଇଥିବା ଶରୀରକୁ ସଜାଡ଼ି ନିଅନ୍ତୁ!! ଅଧାରାତିରେ କିନ୍ତୁ ଅଶୋକ ପାତ୍ର ଶୋଇନାହିଁ। ଚିଲିକା ରାଣୀରେ ଉଜାଗର ବସି ସ୍ଥଳ ଓ ଜଳ ଭାଗର ସ୍ଥୂଳ ଓ ସୂକ୍ଷ୍ମ ଅନୁଭୂତିତକ ସଂଗ୍ରହ କରି ନେଉଛି। ଘଣ୍ଟଶୀଳା ପାଦରେକରି ଆଲୁଅର ପଥଟିଏ। ନୀଳ ରାତିରେ ସେ ସମୁଜ୍ଜ୍ୱଳ ଦେଖା ଯାଉଛି। ସ୍ଥଳ ଭାଗର ସବୁ ରହସ୍ୟକୁ ରୂପସୀ ଚିଲିକା ହାତରେ ବଢ଼ାଇ ଦେବାକୁ ଚନ୍ଦ୍ର ଏ ରାସ୍ତା କରିଛି। ତା'ରି କଡ଼କୁ ଲାଗି କଳା–ସଡ଼କ ପଡ଼ିଛି। ତାର ସ୍ଥିତି ନାହି ସତ କିନ୍ତୁ ମନେ ହେବ, ଆଦିମ କାଳରୁ ସେ ସୃଷ୍ଟ। ଚିଲିକା ଓ ଆକାଶ ପରି ପ୍ରକୃତିର ସେ ଏକ ବର୍ହିଃ ପ୍ରକାଶ। ବାଲୁଗାଁ ଘାଟରେ ନଙ୍ଗର ପକାଇଥିବା ଅନ୍ୟାନ୍ୟ 'କଣ୍ଟ୍ରିବୋଟ'ରୁ କ୍ଷୀଣ ଆଲୋକ ଦିଶୁଛି। ସୁଦୂର କୃଷ୍ଣପ୍ରସାଦରେ ବି ସରକାରୀ ବୋଟ୍ଟିଏ ବିଶ୍ରାମ ନେଇଛି। ଦୀପାବଳୀର ଦୀପ ସମ୍ଭାର ପରି ଚିଲିକା ଛାତି ଉପରେ ବୋଟ୍ ଆଲୁଅତକ ଦିକି, ଦିକି ହୋଇ ଜଳୁଛି। 'କାଳିଜାଈ' ପଟୁ ଯେଉଁ ପବନ ବୋହୁଛି ସେ ଏତେ ମିଠାଳିଆ ଲାଗୁଛି କାହିଁକି? ଅଶୋକ ପାତ୍ର ଭାବୁଥିଲା, ଚିଲିକା ପବନଟା ଘୂରି, ଘୂରି ବୋହିଲାବେଳେ କାଳିଜାଈ ମନ୍ଦିରରେ ଅଳ୍ପ ଅଟକି ଯାଇଥିବ। ସେହି ବାଟ ଦେଇ ଯେତେବେଳେ ଫେରୁଛି, ଦେବୀଙ୍କର ଦର୍ଶନ ନ କରି ବା ଆଶୀର୍ବାଦ ନ ଆଣି ସେ କଣ ସେମିତି ଚାଲି ଆସନ୍ତା? ଏଇଥିପାଇଁ ତା' ଦେହରେ ଏତେ ସୁବାସ, ଏତେ ସ୍ନିଗ୍ଧତା। ସକାଳ ପାହିଲେ କୃଷ୍ଣପ୍ରସାଦରେ ପହୁଞ୍ଚିବାକୁ ହେବ। ଆବଶ୍ୟକୀୟ ପ୍ରସ୍ତୁତି ପରେ ତହିଁଆରଦିନ ନିର୍ବାଚନ। ଏ ଦେଶର ବିରାଟ ନିର୍ବାଚନର ସେ ଏକ ଦାୟିତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଛି। ଲୋକେ ଭୋଟ ଦେଇ ନିଜ ଅଧିକାରକୁ ସାବ୍ୟସ୍ତ କଲାବେଳେ, ସେ ତାକୁ ନୀତିନିୟମର ଚଷମା ଦେହରୁ ଦେଖିବ। ଭୋଟ ଦେଇ ଜାଣି ନଥିଲେ ଶିଖାଇ ଦେବ। ଆବଶ୍ୟକ ବେଳେ, ସାହାଯ୍ୟ କରିବ। ଲୋକଙ୍କର ମତାମତକୁ ଭୋଟ କାଗଜରେ ଓଜନ କରାହେଉଛି। ଭୋଟ ବାକ୍ସ ହେଲା ଜନତାର ଆଶା, ଆକାଂକ୍ଷାର ତରାଜୁ। ଏ ଦେଶର ଜନନାୟକମାନେ ତାହାହିଁ ସିଦ୍ଧାନ୍ତ କରିଛନ୍ତି। ଅଥଚ ଲୋକେ ଭୋଟ ଦେଇ ଜାଣିନାହାନ୍ତି!!! ରାତ୍ରିଚର ପକ୍ଷୀଟିଏ ମଥା ଉପରେ ଉଡ଼ିଗଲା। ସେ ସେହି ନଳବଣ ଆଡ଼କୁ ମୁହାଁଇଛି-। ସେଇଠି ରାତ୍ରିଯାପନ କରିପାରେ। ସେଇଠି ଏରାପକ୍ଷୀ ସଙ୍ଗେ ବି ମିତ୍ରତା ସ୍ଥାପନ କରିବ-। ଗେଣ୍ଡି, ପାଣ୍ଡା ଓ ହଂସ ସଙ୍ଗରେ ଖେଳିବ। ରାତି ପାହିଲେ ପୁଣି 'ଚାହା' ପକ୍ଷୀମାନଙ୍କୁ ଦେଖି ଉପହାସ କରି କହିବ, 'କି ଯେ ଦେହ ପାଇଛରେ! ପାରିକୁଦରେ ପିମ୍ପୁଡ଼ି ହେଲନାହିଁ? ' ଅଶୋକ ପାତ୍ର ନିତିଦିନିଆ ଅଭ୍ୟାସକୁ ଛାଡ଼ିଦେଇ ପାରିଲା ନାହିଁ। ତା ଆଖି ପତାର ତୀରେ, ତୀରେ ତନ୍ଦ୍ରା ଜମି ଆସିଲା। ଅନିଚ୍ଛା ସତ୍ତ୍ୱେବି ସେ ଶୋଇଗଲା। ରାତ୍ରିର ଶେଷ ପ୍ରହରର ଚିଲିକା ରୂପସୀକୁ ସେ ଆଖି ପୂରାଇ ଦେଖିପାରିଲା ନାହିଁ। କୃଷ୍ଣପ୍ରସାଦରେ ପହୁଞ୍ଚିଲାବେଳେ ସକାଳ ପାହି ସାରିଥାଏ। କଅଁଳ ଛନଛନିଆ ଖରା ଚିଲିକା ପିଠିରେ ନେସିହୋଇ ଯାଇଥାଏ। କଅଁଳ ଖରାର ଉଷୁମ ସ୍ପର୍ଶ ପାଇ ନଳବଣର ବେତଛାଇ ସବୁ ଉଲ୍ଲାସରେ ନାଚୁଥାନ୍ତି। ରୂପସୀ ଚିଲିକା ତା' ବେଣୀ-ତରଙ୍ଗରେ ମୟୂଖ ହୀରା ସଜାଡ଼ୁଛି। ନିତି ସକାଳେ ସେ ବେଣୀ ବାନ୍ଧି ବେଶ ହୁଏ। ନୀଳ-ଶାଢ଼ି ପିନ୍ଧି ନିଜକୁ ନିଜେ ଚାହିଁଲାବେଳେ, ଦୁଷ୍ଟ ପବନ ଆସି ତାକୁ ଅସ୍ତବ୍ୟସ୍ତ କରିଦେଇ ପଚାରୁଛି, 'କାହାପାଇଁ ତୋର ଏ ବେଶ ଲୋ? ତୋତେ ଆସି ଅନାଇବାକୁ କାହାର ବେଳ ଅଛି? ରାଧାନାଥ ଆଉ ନାହାନ୍ତି। ଗୋଦାବରୀଶ ଚାଲିଗଲେଣି। କିଏ ସେ ତୋ' ମନର କଥା ବୁଝି ଦୁନିଆ ଆଗରେ ଦି'ପଦ କହିବ? ' ଚିଲିକା, ରାଧାନାଥଙ୍କ ନାଁ ଶୁଣି ଚମକି ଉଠେ। ଗଲା କଥା ସବୁ ମନେପଡ଼େ। ହେଇ, କାଲିପରି ଲାଗୁଛି। ଦେଶୀ ନାହାରେ ବସି କେତେ ଆନନ୍ଦରେ ସେ ତା'ରି ଛାତି ଉପରେ କବିତା ଲେଖି ନଥିଲେ?